ନାହିଁ। ଏହି ବଜାରରେ ମୁଖ୍ୟତଃ ଏକ ମଧ୍ୟସ୍ଥି ନିବେଶକାରୀଙ୍କୁ କିଣାବିକାରେ ସହାୟତା କରେ ଓ କିଛି କମିଶନ ରୋଜଗାର କରିଥାଏ। ଶେୟାର ବଜାରରେ ନିବେଶ କରିବା କେତେଯେ ରିସ୍କି ବା ସଙ୍କଟାପନ୍ନ, ତାହା ଜାଣିବା ନିମିତ୍ତ ଆମକୁ ବେଶୀ ଦୂରକୁ ଯିବାକୁ ପଡ଼ିବନି। ଉଣେଇଶି ଶହ ନବେ ମସିହା ରେ ହୋଇଥିବା ହର୍ଷଦ ମେହେଟ୍ଟା ସ୍କାମ୍‌ ହେଉ, ସତ୍ୟମ୍‌ ସ୍କାମ୍‌ ହେଉ, କି ନିକଟରେ ଘଟିଥିବା କିଙ୍ଗଫିସର କମ୍ପାନୀ ଦେବାଳିଆ ହୋଇଯିବା ସମାଚାର ହେଉ, ଏହି ଏସବୁ ଘଟଣାରୁ ସ୍ପଷ୍ଟ ପ୍ରମାଣିତ କି ଶେୟାର ବଜାରରେ ଜଣେ ଟ୍ରେଡର ଆଖିବୁଜି ନିଶ୍ଚିନ୍ତ ହୋଇ ନିବେଶ କରିପାରିବେ ନାହିଁ। ବିଭିନ୍ନ କଟକଣା ସତ୍ତ୍ୱେ ଏଭଳି ଘଟଣା ଘଟିଛି ଏବଂ ଆଗକୁ ଘଟିବ ମଧ୍ୟ, ଏସବୁକୁ ବଜାରରୁ ପୋଛି ହେବନାହିଁ। ମାତ୍ର ଏହାର ମାନେ ନୁହେଁ କି ଟ୍ରେଡର ହାର ମାନି ପୁଣି ସେହି ଚିରାଚରିତ ଏଫ୍‌ଡି ଜାବୁଡ଼ି ରହିଯିବେ। ଆଜିକାଲିକାର ବିଟ୍‌କଏନ୍‌ ଦୁନିଆରେ ଭଲ ଭାବରେ ସଜାଗ ରହି ଶେୟାର ବଜାରରେ ନିବେଶ କରିହେବ। କିଛି ଉପଦେଶ ନିମ୍ନରେ ପ୍ରଦାନ କରାଗଲା।ମୁଖ୍ୟତଃ ତିନି ପ୍ରକାରର ଖାତା ଦ୍ୱାରା ଶେୟାର ବଜାରରେ ନିବେଶ କରିହେବ। ସେଗୁଡ଼ିକ ହେଲାସଞ୍ଚୟ ଖାତା ହେଉଛି ସାଧାରଣ ବ୍ୟାଙ୍କ ଖାତାଟିଏ, ଯେଉଁଠାରେ ଜଣେ ଭାରତୀୟ ନାଗରିକ ଟଙ୍କାପଇସା ରଖନ୍ତି। ଏହି ସଞ୍ଚୟ ଖାତାଟିକୁ ଟ୍ରେଡିଂ ଖାତା ସହିତ ସଂଯୋଗ କରିବାକୁ ପଡ଼ିଥାଏ। ଟ୍ରେଡିଂ ଖାତାରେ ଶେୟାର କିଣାବିକା ହୁଏ। ସଞ୍ଚୟ ଖାତା ଯୋଗ କରିବା ପରେ, ପ୍ରଥମେ ବା କିଛି ଦିନ ମଧ୍ୟରେ ଆବଶ୍ୟକୀୟ ପାଣ୍ଠି ଏହି ଟ୍ରେଡିଂ ଖାତାକୁ ପଠାଯାଏ, ପରେ ଶେୟାର କିଣା ହୁଏ। ସେହିପରି ଭାବେ ଶେୟାର ବିକ୍ରି ସମୟରେ ଶେୟାରର ବିକ୍ରି ମୂଲ୍ୟ ହିସାବରେ ଆପଣଙ୍କୁ ଟଙ୍କା ଯୋଡ଼ା ଯାଇଥିବା ସଞ୍ଚୟ ଖାତାକୁ ଫେରିଆସିବଡିମ୍ୟାଟେରିଆଲାଇଜ୍‌ଡ ଖାତା, ସଂକ୍ଷେପରେ ଡିମାଟ୍‌ ଖାତା କହିଲେ ସେହି ଖାତା, ଯେଉଁଥିରେ ଜଣେ ଟ୍ରେଡର ଶେୟାର ଇଲେକ୍ଟ୍ରୋନିକ୍ସ ହିସାବରେ ଜମା ରଖି କରିଥାନ୍ତି। ଏହି ଖାତାରେ ଟ୍ରେଡର ଶେୟାର କିଣାବିକା କରିପାରିବେ ନାହିଁ; କେବଳ ଶେୟାରଗୁଡ଼ିକ ଯେତେଦିନ ପାରିବେ ସମ୍ଭବ ରଖିପାରିବେ। ସେପ୍ଟେମ୍ବର ମାସରୁ ଭାରତରେ କିଭଳି ଶେୟାର କିଣାବିକା କରିବେ, ତାହାର ପଦ୍ଧତି ନିମ୍ନରେ ଦିଆଗଲାଶେୟାର ବଜାରରେ ନିବେଶ କରିବା ନିମିତ୍ତ ପ୍ୟାନ୍‌ କାର୍ଡ଼ କିମ୍ବା ଆଧାର କାର୍ଡ଼ ଥିବା ଆବଶ୍ୟକ। ଏହା ଖାତା ଖୋଲିବା ସମୟରେ କେ.ୱାଇ.ସି. ନିମିତ୍ତ ଆବଶ୍ୟକ। ଏହାଛଡ଼ା ସରକାର ଛଅ ମାସର ବ୍ୟାଙ୍କରେ ଟଙ୍କା ଜମା ଉଠା ଚିଠା ଏବଂ ଏକ ରଦ୍ଦ କରାଯାଇଥିବା ଚେକ୍‌ବୁକ୍‌ ମଧ୍ୟ ଦେବାକୁ ବାଧ୍ୟ କରିଛନ୍ତି। ଯେହେତୁ ବ୍ୟାଙ୍କ ଖାତା ହିସାବ ଦେବାକୁ ପଡ଼ିବ, ତେଣୁ ପାଖରେ ସଞ୍ଚୟ ଖାତା ରହିବା ମଧ୍ୟ ଆବଶ୍ୟକ।ଗୋଟିଏ ସାଧାରଣ ଭାରତୀୟ ନାଗରିକ ସିଧାସଳଖ ଶେୟାର କିଣାବିକା କରିପାରିବ ନାହିଁ, ଏଥିପାଇଁ ଏକ ତୃତୀୟ ପକ୍ଷ, ବ୍ରୋକର ଆବଶ୍ୟକ। ଗୋଟିଏ ବ୍ରୋକର ଜଣେ ସ ଏ ବି ଇ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି, କମ୍ପାନୀ କିମ୍ବା ଏଜେନ୍ସି ହୋଇପାରେ। ବ୍ରୋକରମାନେ ସେମାନଙ୍କର ସେବା ନିମିତ୍ତ କିଛି ମୂଲ୍ୟ ନେଇଥାନ୍ତି। ବିନା ବା ଅତିକମ୍‌ ମୂଲ୍ୟରେ ମଧ୍ୟ କିଛି ବ୍ରୋକର ସେବା ପ୍ରଦାନ କରିଥାନ୍ତି।ବ୍ରୋକର ମିଳିସାରିଲା ପରେ ବ୍ରୋକର ସହାୟତାରେ ଡିମାଟ୍‌ ଖାତା ଏବଂ ଟ୍ରେଡିଂ ଖାତା ଖୋଲିବାକୁ ପଡ଼ିଥାଏ। କେତେ ପରିମାଣର, କେଉଁ ଦାମ୍‌ରେ ଓ କେବେ ଶେୟାର କିଣିବାକୁ ବା ବିକିବାକୁ ଚାହୁଁଛନ୍ତି, ବ୍ରୋକରମାନେ ସୁବିଧାନୁସାରେ କିଣାବିକା କରିଥାନ୍ତି।